ଯେଉଁ ଜଣକ ଥିଲେ ସିଏ ମଧ୍ୟ ଏପରି ଏକ ଅନ୍ୟ ଧିସାରେ ସେତେବେଳେ କବିତା ଲେଖୁଥଲେ ଯାହାକୁ କି ସିଏ ହୁଏତ ନିଜେ ମଧ୍ୟ ହାତରେ ଧରିଥିବା ଦର୍ପଣଟି ଉପରେ ଆଧୁନିକ ବୋଲି କହିବାକୁ ମୋଟେ ରାଜି ହେବେ ନାହିଁ। ହୁଏତ ତାହାକୁ ଅନ୍ୟ ଏକ ମରହଟିଆ କିସମର ଆଧୁନିକ ବୋଲି କହିବେ। ସେତେବେଳେ ଆମେ ଜାଣିବାରେ କବିବର ରାଧାନାଥଙ୍କ ସମୟରୁ ତାଙ୍କର ସମସାମୟିକଙ୍କ ଏକତ୍ର ନେଇ ଓଡ଼ିଆ କବିତାକୁ ଆଧୁନିକ ଆବେଦନଟି ଆସି ପ୍ରବେଶ କରିଥିଲା। ସେଇଟି ଗଡ଼ି ଗଡ଼ି ସତ୍ୟବାଦୀ ଓ ସବୁଜଙ୍କ ମଧ୍ୟବର୍ତ୍ତୀ ପାହାଚଗୁଡ଼ିକ ଉପରେ ଗୋଡ଼ ପକାଇ ଶେଷକୁ ଏପରି ଏକ ଆହ୍ୱାନ ପାଖରେ ଆସି ପହଞ୍ଚିଥିଲା, ଯେତେବେଳେ ସତକୁ ସତ ଆଧୁନିକ ନାମରେ ପତ୍ରିକାଟାଏ ମଧ୍ୟ ବାହାରିଥିଲା। ଏହି ଧାରାଟିରୁ ଉପାଦାନ ନେଇ ଆଧୁନିକ ଗପ, ଉପନ୍ୟାସ ଓ ନାଟକମାନେ ଲେଖା ହୋଇଥିଲେ। ସେତେବେଳେ ସେହି କବି ଓ ଲେଖକମାନଙ୍କୁ ସେମାନଙ୍କର ଆସ୍ପୃହା ଦେଇ ଚିହ୍ନି ହେଉଥିଲା। ସେମାନଙ୍କ ଆସ୍ପୃହାରେ ସେମାନଙ୍କର ଲେଖା ସହିତ ଏକ ସହଜବୋଧ ସଂହତି ମଧ୍ୟ ରହିଥିଲା। ତାପରେ ଭାରତବର୍ଷ ସ୍ୱାଧୀନ ହେଲା। ସେହି ସ୍ୱାଧୀନତା ପରେ କେତେ କେତେ ପରିବର୍ତ୍ତନ ଆମର ଏହି ଜୀବନ ଭୂମିଟି ଲାଗି ଅପେକ୍ଷା କରି ରହିଥିଲା। ଚେତନାର ଡ଼େଣାରେ କେତେ କେତେ ନୂଆ ପ୍ରସ୍ଥ ଆସି ଯୋଡ଼ି ହୋଇଗଲା। ଭାରତୀୟ କବିତା କେଜାଣି କଣ ପାଇଁ ନିଜକୁ ସେଥିରୁ ଅଲଗା ହୋଇ ରହିବାକୁ ମନ କରି ପକାଇଲା। ସେତେବେଳେ ଇଉରୋପରେ ମହାଯୁଦ୍ଧ ସରିଥାଏ। ଇଉରୋପର ସେହି ମୁହଁଟା ଗୋଟାସୁଦ୍ଧା ଯୁଦ୍ଧର ସେହି କଳାରଙ୍ଗ ଗୁଡ଼ାକ ଲାଗି ବାନ୍ଦର ପରି ଦିଶୁଥାଏ। ଇଉରୋପର ମଣିଷ ଏକ ନିଦାରୁଣ ମୋହଭଙ୍ଗ ଭିତରୁ ଆଗକୁ ଆଉ ବାଟ ପ୍ରକୃତରେ ରହିଛି ବୋଲି ଅନ୍ଦାଜ ବି କରିପାରୁନଥାଏ। ଜଣେ କବି ସେହି ଗ୍ଲାନି ଗୁଡ଼ାକୁ ଉପାଦାନ ରୂପେ ଆତ୍ମସ୍ଥ କରି କବିତାରେ ପୋଡ଼ା ଭୂଇଁକୁ ଯାବତୀୟ ଶ୍ଳେଷର ଶୈଳୀ ପ୍ରୟୋଗ କରି ଇଉରୋପୀୟ ମାନସ ସମକ୍ଷରେ ଆଣି ଉପସ୍ଥାପିତ କରିବା ପାଇଁ ଚେଷ୍ଟା କଲେ। ଇଂରେଜମାନେ ପ୍ରାୟ ସେତିକିବେଳେ ଭାରତବର୍ଷରୁ ବିଦା ହୋଇ ଯାଇଥାନ୍ତି। ସେତେବେଳେ ଯେଉଁମାନେ ତଥାପି ଉପନିବେଶ ବେଳର ପୁରୁଣା ନେଞ୍ଜରାଗୁଡ଼ାକୁ ଆଖିରୁ ଛଡ଼ାଇ ପାରିଲେ ନାହିଁ ଓ ଏକ ସ୍ଵାଧୀନ ଦେଶର ଆହ୍ୱାନଗୁଡ଼ିକୁ ହୁଏତ ସମଝି ମଧ୍ୟ ସମଝି ପାରିଲେ ନାହିଁ, ସେମାନେ ମୁହଁ ମୋଡ଼ିଦେଲେ। ସାହିତ୍ୟରେ ସେହିମାନେ ହିଁ ଏଠି ଏକ କାବ୍ୟିକ ପୋଡ଼ାଭୂଇଁର ଫିସାଦିଆ ଅମରାବତୀ ଗଢ଼ି ଥୋଇଦେବାକୁ ବାହାରିଲେ। ଘୋର ଅନୁକରଣ କଲେ, ପ୍ରାୟ କସରତ କରି ଏହି ସିଆଡ଼ର ମସଲାରେ କବିତା ରାନ୍ଧିଲେ। ସିଏ ବସ୍ତୁତଃ ଏକ ଅଭୁଲା ଅନୁଭୂତି ହୋଇଥିବ। ଇଂରାଜୀର କବିତାକାଶକୁ ଏହିପରି ଓଡ଼ିଆରେ ଆଣି ଥାପିଦେବାକୁ ପ୍ରାୟ ଏକ ଅନିୟ ଅନମନୀୟତା ସହିତ ଏହି ଜଗତଜିତାମାନେ ଆଧୁନିକ ବୋଲି କହିଲେ। ତାହାରି ଖାତିରିରେ ଏହି ଭୂମିରେ ଆଗରୁ ଚଳି ଆସିଥିବା ସବୁ ଖାତାକୁ ଅତ୍ୟନ୍ତ ଅଶାଳୀନ ଭାବରେ ଫାଡ଼ି ଦିଆଗଲା। କବିତାର ଫେଶନ ବଦଳିଗଲା, ପିତାମାତା ବଦଳିଗଲେ। କବିତା ଘରେ ଏହି ନୂତନ ଉଚ୍ଚାଟନାଗୁଡ଼ିକୁ ଦେଖି ଧୀଷଣାକୁ ସତେଅବା ମନ୍ଦରପର୍ବତ କରି ନୂଆ ଫେସନରେ ଗପ ଲେଖାଗଲା। ନାଟକ ମଧ୍ୟ ପୁରୁଣା ଗୁଳାଗୁଡ଼ାକରୁ ଚାଣ୍ଡେ ବାହାର ହୋଇ ଆସିଲା। ତେଣିକି ଆଦତଟା ବି ଏପରି ବଦଳିଗଲା ଯେ ଗପରେ ବା ନାଟକରେ ପ୍ରକୃତରେ ବକ୍ତବ୍ୟ ବୋଲି କିଛି ଅଛି କି ନାହିଁ ଖୋଜିବା ପୂର୍ବରୁ ତାହାର ଶୈଳୀଟାକୁ ହିଁ ନିର୍ଣ୍ଣୟ କରାଗଲା। ସେମାନଙ୍କର ବର୍ଣ୍ଣ ନିରୂପଣ କରିବା ଲାଗି ବିଲାତ ବା ଇଉରୋପରୁ ଅନୁରୂପ ଖିଅଗୁଡ଼ିକୁ ମଗାଇ ଅଣାଗଲା। ଆମରି ଭାଷାରେ ଲିଖିତ ହୋଇଥିଲେ ମଧ୍ୟ ଏସବୁ ଆମ ଘରେ କୁଣିଆ ପରି ଲାଗିଲେ। ଏମାନଙ୍କୁ ଖାସ୍ କୁଣିଆର ସମ୍ମାନ